ଏପରି ଗୋଟାଏ ସୁବିଧାବାଦୀକୁ କୌଣସି ଅନ୍ୟ ଦଳ ମୋଟେ ଗ୍ରହଣ କରିବାକୁ ଇଚ୍ଛା ହିଁ କରିବ ନାହିଁ। ତେଣୁ ଯଦି କୌଣସି ନୂଆ ଦଳ ଭିତରେ ତାକୁ ସ୍ଥାନ ମିଳିବାର କୌଣସି ସମ୍ଭାବନା ନାହିଁ, ତେବେ ସିଏ କାହିଁକି ବା ନିଜର ମୂଳ ଦଳଟିକୁ ଛାଡ଼ିବାକୁ ମନ କରିବ? ଅଥବା, ନିର୍ବାଚନ ସମୟରେ ଏପରି ଲୋକହସା କାମଟାଏ ସେ କାହିଁକି କରିବାକୁ ଯିବ? କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୀତିକ ବିଶ୍ୱାସ ରହିଥିବାରୁ ହିଁ ତ ସିଏ ନିଜେ ଚିନ୍ତା କରି ଗୋଟିଏ ଦଳରେ ଯାଇ ମିଶିଥିଲା। ଯଦି ଦଳ ଭିତରେ ତା'ର ଅନ୍ୟମାନଙ୍କ ସହିତ ଏକ ମତଭେଦ ହେଲା, ତେବେ ସେ ସେହିମାନଙ୍କ ସହିତ ବାରମ୍ବାର ବସିବ, ପୂର୍ଣ୍ଣ ସାଧୁତାର ସହିତ ସମ୍ପୃକ୍ତ ଅନ୍ୟମାନଙ୍କୁ ନେଇ ଏକ ବିତର୍କ ହେବ ଏବଂ ବିତର୍କ ଦ୍ଵାରା ହିଁ ଫଇସଲା ବାହାରିବ। ସିଏ ଦଳର କୋଉ ବଡ଼ପଣ୍ଡା, ସିଏ ମଧ୍ୟ ପ୍ରଧାନତଃ ଏକ ରାଜନୀତିକ ସତ୍ୟପ୍ରତ୍ୟୟର କାରଣରୁ ହିଁ ନିଜ ନିଷ୍ପତ୍ତି ଅନୁସାରେ ତା'ର ସେହି ଦଳରେ ଏକଦା ଆସି ପ୍ରବେଶ କରିଥିବ। ତା' ବାପା ବା ମାମୁଁ ତାକୁ ଆଣି ମୋଟେ ଦଳ ଭିତରେ ଭର୍ତ୍ତି କରି ଦେଇନଥିବ। ସିଏ ନିଜ ବଳରେ ଅର୍ଥାତ୍ ନିଜ ରାଜନୀତିକ ବିଶ୍ୱାସ ବା ଆଦର୍ଶ ଅନୁସାରେ ହିଁ ଦଳରେ ବି ଯୋଗ ଦେଇଥିବ, ତେଣୁ ଭଲକରି ବିଶ୍ୱାସ କରୁଥିବ ଯେ, ଦଳ ଭିତରେ ରହିଥିବା ଅନ୍ୟମାନେ ମଧ୍ୟ ନିଜ ନିଜର ଫଇସଲା ଓ ବିଶ୍ୱାସମୁତାବକ ଏହି ଦଳ ଭିତରକୁ ଆସିଛନ୍ତି। ତେଣୁ କାହାକୁ କଦାପି ଫିସାଦ କରି ନିକାଲି ଦିଆଯାଇପାରିବ ନାହିଁ। ଯେଉଁସବୁ ଦେଶରେ ଗଣତନ୍ତ୍ରର ଚେରମାନେ ମଜବୁତ ହୋଇଗଲେଣି, ସେଠାରେ ନିର୍ବାଚନଗୁଡ଼ିକରେ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ସହିତ ଭୋଟ ଯୁଦ୍ଧ ଲଢ଼େ ନାହିଁ। ସେଠାରେ ଦଳମାନେ ଦଳମାନଙ୍କ ସହିତ ଲଢ଼ନ୍ତି। ଦେଶର ଜନଗଣ ନିର୍ବାଚନରେ ପ୍ରବେଶ କରିଥିବା ରାଜନୀତିକ ଦଳଗୁଡ଼ିକର ଆଭିମୁଖ୍ୟ ବିଷୟରେ ସୁବିଦିତ ହିଁ ଥାଆନ୍ତି ଓ ନିଜର ମତାନୁକୂଳ ତଥା ସ୍ୱାର୍ଥାନୁକୂଳ ଗୋଟିଏ ଦଳକୁ ଭୋଟ ଦିଅନ୍ତି। ସେମାନେ କୌଣସି ବ୍ୟକ୍ତିବିଶେଷଙ୍କୁ ଭୋଟ ଦିଅନ୍ତି ନାହିଁ। କେଉଁ ଦଳ ପକ୍ଷରେ ସଂଖ୍ୟାଗରିଷ୍ଠତା ରହିଛି, ନିର୍ବାଚନ ପରେ ହିଁ ତାହା ଜଣାପଡ଼େ। ପ୍ରତ୍ୟେକ ଦଳ ତା'ପରେ ସେହି ଅନୁସାରେ ନିଜ ଦଳୀୟ ପ୍ରତିନିଧିମାନଙ୍କୁ ବାଛନ୍ତି ଓ ଏହି ପ୍ରତିନିଧିମାନେ ବିଧାୟକ ହୋଇଯାଆନ୍ତି। ଫଳରେ ବହୁ ଅସାଧୁତାର ପ୍ରହସନରୁ ରକ୍ଷା ମିଳେ। ଗଣତନ୍ତ୍ରର ବ୍ୟବସ୍ଥା ପାକଳ ହୋଇ ଆସୁଥିବାର ପ୍ରକ୍ରିୟାରେ ହୁଏତ ଭାରତବର୍ଷରେ ମଧ୍ୟ ଠିକ୍ ସେହି ରୀତିରେ ପ୍ରତିନିଧିମାନେ ବଛାହେବେ। ଆହୁରି ଅଧିକ କୌତୁହଳର ବିଷୟ ହେଉଛି ଯେ, ଏହି ବ୍ୟବସ୍ଥା ଅନୁସାରେ ଯଦି କୌଣସି ନିର୍ଦ୍ଦିଷ୍ଟ ଦଳକୁ ସ୍ପଷ୍ଟ ବହୁମତ ନ ମିଳିଲା, ତେବେ ସେତେବେଳେ ଯାଇ ବିଭିନ୍ନ ଦଳ ଏକତ୍ର ଏକ ମେଣ୍ଟ ଗଠନ କରି ଶାସନର ଦାୟିତ୍ୱ ବହନ କରିବାର ପ୍ରଶ୍ନ ଉଠେ। ନିର୍ବାଚନ ଆଗରୁ ମେଣ୍ଟମାନେ ଗଢ଼ାହୋଇଯିବେ ଓ ମେଣ୍ଟମାନେ ହିଁ ନିର୍ବାଚନ ଲଢ଼ିବେ, ଏହା ଏକ ଅଭଦ୍ର କଥା। ଏବଂ ଯେକୌଣସି ଦେଶରେ ଏକ ସର୍ବନିମ୍ନ ଭଦ୍ରତା ନରହିଲେ ଶାସନକ୍ଷେତ୍ରରେ ଏକ ଦୁରନ୍ତ ବିଭ୍ରାଟକୁ ହଁ ଡାକି ଅଣାଯାଏ। ନାଗରିକମାନେ ପ୍ରତାରିତ ହୁଅନ୍ତି। ଗଣତନ୍ତ୍ରର ବହିଟାରେ ଯାହା ଲେଖା ହୋଇଥାଏ, ତାହାର କୌଣସି ମର୍ଯ୍ୟାଦା ରହେନାହିଁ-। ରାଜନୀତି କହିଲେ ହେରେଷାମାନଙ୍କର ଏକ ଖେଳକୁ ହିଁ ବୁଝାଇବାରେ ଲାଗିଥାଏ। ବହୁଭଳି ଅରାଜନୀତିକ ଉପାୟର ସାହାଯ୍ୟ ନିଆଯାଏ ଏବଂ ଧର୍ମତଃ ନିଶାଖୋରମାନେ ହିଁ